ଲୁଗାଅଞ୍ଚଳରେ ସେହି ଲୁହ ପୋଛୁ ପୋଛୁ ହସିଲେ ସିଏ। ବାପାଙ୍କ କଥାର କାଇଦା ଝିଅକୁ ବି ଜଣା। ତଥାପି ନ ବୁଝିବାର ବାହାନା କରି କହିଲେ କହିବିନି ତ। ହସି ହସି ବାରଣ୍ଡା ଉପରୁ ଓହ୍ଲାଇଆସିଲେ। ବାପାଙ୍କ ହାତଧରି ଚେୟାରରୁ ଉଠାଇନେଲେ। କହିଲେ ଆସ ଡେରି ହୋଇଯାଉଛି। ଟୁଲୁଆଡ଼େ ଚାହିଁ କହିଲେ, ଦେବକୀକୁ କହ, ଚେୟାରଗୁଡ଼ା ନେଇରଖି ଆସୁ। ତୁ ବିସ୍କୁଟ୍ ଖାଇଥିଲୁ? ଦେଖିବୁ ଯା, ଚାଉଳ ବୁଣି ଭୀମ କିପରି ଗୋଟିଏ ବଗିଚଢ଼େଇ ଧରିଛି ତୋ ପାଇଁ। ଏ କଥା ଶୁଣୁ ଶୁଣୁ ଟୁକ ଅନ୍ତର୍ଦ୍ଧାନ ହୋଇଗଲା। ଅଳକା ବାପାଙ୍କଆଡ଼େ ମୁହଁ ବୁଲାଇ କହିଲା ଆଜି ଟିକିଏ ଡାକ୍ତର ବାବୁଙ୍କ ଘରକୁ ବୁଲିଯିବା କି ବାପା? ବେଶ୍ କହିଛୁ ମା', ଆଜି ଆଉ କୁଆଡ଼େ ନ ଯାଇ ତାଙ୍କରି ଘରକୁ ଯିବା। ସେ ଆମ ପଡ଼ୋଶୀ ହୋଇ ରହିଲେ ଅଥଚ ଆଜିପର୍ଯ୍ୟନ୍ତ ଆମର କାହାରି ସହିତ କାହାରି ପରିଚୟ ହେଲାନି। ଶୁଣିଥିଲି ଡାକ୍ତର ବାବୁଙ୍କ ବାପା ଭାରି ଭଲ ମଣିଷ। ଏତିକି କହି ଘରଆଡ଼କୁ ଆଗେଇ ଚାଲିଲେ କନକ ନାରାୟଣ, ପଛରେ ଅଳକା। ଅଳକା ତର ତର ହୋଇ ରୋଷେଇ ଘରକୁ ପଶିଗଲେ। ପଚାରିଲେ ଭୀମ ଘୋଡ଼ାଇ ରଖିଛୁ ତ ଜଳଖିଆଗୁଡ଼ାକ? ଆଉ ମସଲା ବାଟି ସାରିଲୁଣି ତ? ଭୀମ ଆଖି ନୁଆଇ ଉତ୍ତର ଦେଲା ଯେ, ଜଳଖିଆ ସେ ଘୋଡ଼ାଇ ଦେଇଛି, ଆଉ ମସଲା ବି ବାଟିଦେଇଛି। ହଠାତ୍ ତା'ର ଆଖିପଡ଼ିଲା ଡାକ୍ତର ବାବୁଙ୍କ ଉପରେ। ଚଞ୍ଚଳ କଣ୍ଠରେ ସେ କହିଉଠିଲା ହେଇଟି ନାନୀ ଡାକ୍ତରବାବୁ ଆସିଲେଣି। ଅଳକା ମୁହଁବୁଲାଇ ଚାହିଁଲେ ଏବଂ ସ୍ମିତ ହସି କହିଲେ ଆସନ୍ତୁ ଡାକ୍ତରବାବୁ। ବାପା ଏଇଠି ତଳେ ଅଛନ୍ତି। ବାଥ୍ରୁମ୍ରେ। ଏଇକ୍ଷଣି ଆସିବେ। ଆପଣ ବସନ୍ତୁ। ଭୀମଆଡ଼େ ମୁହଁବୁଲାଇ କହିଲେ ଏଇଠିକୁ ଚେୟାରଟା ଆଣିଦେ ଭୀମ। ତା'ପରେ ଡାକ୍ତରବାବୁଙ୍କ ଆଡ଼କୁ ପୁଣି ମୁହଁ ବୁଲାଇଲେ। ପଚାରିଲେ ଆଜି ଏତେ ଡେରିହେଲା କାହିଁକି? ବାପା ଆପଣଙ୍କୁ ଚାହିଁ ଚାହିଁ ବ୍ୟସ୍ତ ହୋଇପଡ଼ିଲେଣି। ବାପାଙ୍କର ଇଛା ଆପଣ ସବୁବେଳେ ତାଙ୍କ ପାଖରେ ଥାନ୍ତେ କି? ସତେ, ସେ ଆପଣଙ୍କର ଉପସ୍ଥିତିକୁ ଭାରି କାମନା କରନ୍ତି। ଆଉ, ଆପଣ ନ ଥିଲେ ତାଙ୍କୁ ଭାରି କଷ୍ଟ ହୁଅନ୍ତା। ଆମେ ସବୁ ରହିଲୁ କାହିଁକେତେ ଦୂରରେ, ବାପା ବି ଏ ଘରଛାଡ଼ି କେଉଁଆଡ଼େ ଯିବାକୁ ଚାହାନ୍ତିନି। ଭାଇନାମାନେ ସାଙ୍ଗରେ ନେଇଯିବାକୁ କେତେ ଚେଷ୍ଟାକଲେ, କେତେକରି କହିଲେ। ବାପା କିନ୍ତୁ କାହାରି କଥାକୁ କାନରେ ନେଲେ ନାହିଁ। କହିଲେ ମୋତେ ଏ ଘରୁ ନେଇଯିବାକୁ ଚାହିଁଲେ ମୁଁ ନାହିଁ କରିବି। ତୁମେ ସବୁ ଦୁଃଖ ପାଇବ। ମୋତେ ଜୋର କରି ନେଲେ ମୁଁ ଦୁଃଖ ପାଇବି। ତେଣୁ ତୁମେମାନେ ମୋ କଥା ମାନ। ଏ ଘରୁ ମୋତେ କେଉଁଆଡ଼େ ନିଅନାହିଁ। ତୁମେମାନେ ଯାଅ। ମଝିରେ ମଝିରେ ଆସି ମୋତେ ଦେଖି ଯାଉଥିବ ଏବଂ ଦେଖାଦେଇ ଯାଉଥିବ, ସେତିକିରେ ମୋର ପରମ ଶାନ୍ତି। ତା'ଛଡ଼ା, ମୁଁ ଏଇକ୍ଷଣି ମରୁନିରେ, ତୁମେ ସବୁ ବ୍ୟସ୍ତ ହୁଅନି। ଏଇ ମୋର ଦେହ ପଞ୍ଜୁରି ବଡ଼ ଶକ୍ତ, ଭାରି ନିବୁଜ, ସେଥିରୁ ପ୍ରାଣପକ୍ଷୀ ପଳାଇବା ବଡ଼ ସହଜକଥା ନୁହେଁ। ବାପାଙ୍କର ସବୁବେଳେ ଏହିପରି କଥା। ଭଗବାନ ଜାଣନ୍ତି, ଏପରି ନିଃସଙ୍ଗ ଜୀବନଯାପନ କରିକି ସୁଖ ସେ ପାଆନ୍ତି। କିମ୍ବା ନିଜକୁ ଏପରି ନିର୍ଯ୍ୟାତୀତ କରି କାହାପ୍ରତି ପ୍ରତିଶୋଧ ନିହନ୍ତି। କିଛି ମୁଁ ବୁଝିପାରେନି ଡାକ୍ତରବାବୁ। ମୋର ଯିବାସମୟ ପାଖେଇ ଆସିଲା। ବାପାଙ୍କଲାଗି ମନ ଘାଣ୍ଟି ହେଉଚି। ତେବେ ଏତିକି ସାନ୍ତ୍ୱନା ଯେ ଆପଣ ପାଖରେ ଅଛନ୍ତି। ମନୋରଞ୍ଜନ ଗୋଟିଏ ଯୋଡ଼ିଏ ଛଡ଼ା ଏକାଠି ଏତେ କଥା କହିବାର କେବେହେଲେ ଶୁଣିନାହାନ୍ତି ଅଳକାଙ୍କ ମୁହଁରେ। ସେ ଅଛନ୍ତି ଜାଣି ଅଳକା ସାନ୍ତ୍ୱନା ପାଇବେ! କି ସେ ସାନ୍ତ୍ୱନା ପଚାରିଲେ ଡାକ୍ତରବାବୁ! ଦୀର୍ଘ ନିଶ୍ୱାସ ତ୍ୟାଗ କରି ଅଳକା କହିଲେ ଆପଣ ସକାଳ ଆଠଟାରୁ ଦିନ ଦଶଟା ପର୍ଯ୍ୟନ୍ତ ବାପାଙ୍କ ପାଖରେ ଥାନ୍ତି ଏବଂ ସନ୍ଧ୍ୟା ସାତଟାରୁ ରାତ୍ରି ଦଶଟା ପର୍ଯ୍ୟନ୍ତ ବି। ଏଇ କଥା ମୁଁ ଦେଖିଗଲି। ଏହି ଦୁଇଟି ସମୟ ମୋର ମନେପଡ଼ିବ। ଆଉ ବାପାଙ୍କର ହସ ଖୁସି ମୁହଁଟି ବି ଏଇ ସମୟ ଭିତରେ ମୋ ଆଖିରେ ଭାସିବ। ମୁଁ ଶାନ୍ତି ପାଇବି। ବାକି ସମୟଗୁଡ଼ିକ ମୋର ବଡ଼ ଅଶାନ୍ତିରେ କଟିବ ଡାକ୍ତରବାବୁ। ସେଥିପାଇଁ କହୁଥିଲି ଯେ କିଛିଟା ସାନ୍ତ୍ୱନା ଆପଣ ମୋତେ ଦେଇଛନ୍ତି। ହେଇଟି, ବାପା ଆସିଲେଣି। ଦେଖନ୍ତୁ ବାପା, କେତେବେଳୁକୁ ଆସି ଡାକ୍ତରବାବୁ ବସିଲେଣି ଆଉ ଆପଣ କେତେ ଡେରିକଲେ।